ପ୍ରତାପ ସହପାଠୀ। ତୃପ୍ତି ବି ସହପାଠିନୀ। ପିଲାଟିଦିନୁ ଏ ଦୁହେଁ ଦଳକୁ ନେତୃତ୍ୱ ଦେଇଆସୁଥିଲେ। ତୃପ୍ତି ଦରିଦ୍ର କୁଳରେ ଜନ୍ମ ଓ ପ୍ରତାପ ଧନାଢ଼୍ୟ ପରିବାର ସମ୍ଭୂତ-। ଏଇ ତୃପ୍ତି ସହିତ ଜଗଦୀଶର ବିବାହ ପ୍ରସ୍ତାବ ଆସିଥିଲା। ପ୍ରତ୍ୟାଖ୍ୟାନ କରିଦେଇଥିଲା ଜଗଦୀଶ। ପ୍ରତାପ ଓ ତୃପ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୋଟାଏ ଅଭେଦ୍ୟ ପ୍ରାଚୀର-। ମାତ୍ର କଂଗ୍ରେସ ଓ କମ୍ୟୁନିଷ୍ଟ ମିଳନର ରୂପରେଖ ପ୍ରତାପ ତୃପ୍ତିଙ୍କ ଦୂରତ୍ୱକୁ ସୀମିତ ଓ ସଙ୍କୁଚିତ କରିଦେଲା। କମ୍ୟୁନିଷ୍ଟ ଓ କଂଗ୍ରେସ ମେଣ୍ଟ ଅନୁସାରେ ଜଗଦୀଶଙ୍କ ନିର୍ବାଚିନମଣ୍ତଳୀ କଂଗ୍ରେସ ଭାଗରେ ପଡ଼ିଲା। ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ ପାଇଥିବା ପ୍ରତାପ ସେହି ନିର୍ବାଚନରୁ ଲଢ଼ିବାକୁ ନିର୍ବାଚିତ। ତୃପ୍ତି ଦେବୀ ତାଙ୍କର ପ୍ରଚାରିକା। କ୍ରମେ କ୍ରମେ ଉଭୟଙ୍କ ବ୍ୟବଧାନ ଦୂରେଇ ନିଶ୍ଚିହ୍ନ ହୋଇଗଲା। ଭୋଟ ଲଢ଼ାଇ ଚାଲିଲା। ଆଗକାଳର କଥା ଆଉ ନାହିଁ। ପ୍ରବଳ ପ୍ରତାପଶାଳୀ ବ୍ରିଟିଶ ଶାସକଙ୍କ ପୃଷ୍ଠପୋଷକତାରେ ଅଶେଷ ଧନ ବ୍ୟୟ କରି ଲୋକେ ନିରାଶ ହେଉଥିଲେ। ଅଥଚ 'ଗାନ୍ଧୀ' ନେହେରୁ ଭୋଟ ବାକ୍ସ ପୁରି ଉଠୁଥିଲା। ସେ ଯୁଗ ଚାଲି ଗଲାଣି। ପ୍ରତାପ ଓ ତୃପ୍ତିଙ୍କୁ ଅସାଧ୍ୟ ସାଧନ କରିବାକୁ ପଡ଼ିଲା। ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଲା। ଭୋକ ଉପାସକୁ ସାହାସ୍ୟ ବଦନରେ ସହିବାକୁ ପଡ଼ିଲା। ଉଜାଗରରେ ରାତି କଟାଗଲା। ବିରୋଧୀ ଦଳର ଚକ୍ରାନ୍ତ ପଣ୍ତ କରିବାକୁ ମୁଣ୍ତରୁ ବୁଦ୍ଧି କାଢ଼ି ଲଢ଼ିବାକୁ ପଡ଼ିଲା। ପରସ୍ପରର ଦୋଷ ଦିଆଦେଇ, କଥା କଟାକଟିରେ ପ୍ରତାପ ଓ ତୃପ୍ତି ଅପରପକ୍ଷକୁ ପରାସ୍ତ କଲେ। ତୃପ୍ତିର ଜ୍ୱାଳାମୟୀ ଅଭିଭାଷଣରେ ଲୋକେ ବିଶେଷତଃ ସ୍ତ୍ରୀ ଲୋକମାନେ ମୁଗ୍ଧ ହୋଇ ଭୋଟ ଦେବାକୁ ରାଜି ହୋଇଗଲେ। ବିପକ୍ଷଦଳ ତୃପ୍ତି ଦେବୀଙ୍କୁ ଅକାମୀ କରି ଦେବାକୁ। ଚକ୍ରାନ୍ତ କଲେ। ଚକ୍ରାନ୍ତରେ ସଫଳ ମନୋରଥ ହେଲେ। ଭୋଟର ମାତ୍ର ଦିନ ପୂର୍ବରୁ ଗୋଟାଏ ଦୁର୍ଘଟଣାର ଆୟୋଜନ ହେଲା-। ବିପକ୍ଷ ଦଳ ଗୋଟାଏ ଟ୍ରକ୍ ଦ୍ୱାରା ତୃପ୍ତିଙ୍କ ଜିପ୍ଟାକୁ ଜଖମ କରିଦେଲେ। ଗାଡ଼ିଟି ଅଚଳ ହେଲା-। ତୃପ୍ତି ଭୀଷଣ ଆଘାତ ପାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ। ସେଠାରେ କ୍ଷତ ହାତଟିକୁ ମୂଳରୁ କାଟି ଦେବାକୁ ପଡ଼ିଲା। ଗୋଡ଼ଟି ବି ଛୋଟ ହୋଇଗଲା। ଭୋଟ ଗଣତି ହେଲା। ଭୋଟରେ ପ୍ରତାପ ନାରାୟଣର ବିପୁଳ ବିଜୟ ହେଲା। ଲୋକ ମୁଖରୁ ଶୁଣାଗଲା—ଏ ବିଜୟ ପ୍ରତାପର ନୁହେ ତୃପ୍ତିର। ପ୍ରକୃତରେ ତୃପ୍ତିର ସହାୟତା ବିନା କେବେହେଲେ ପ୍ରତାପର ବିଜୟ ସମ୍ଭବ ପର ହୋଇ ନ ଥାଆନ୍ତା। ଆନନ୍ଦ ହେବା ପରିବର୍ତ୍ତେ ବିଜୟ କ୍ଷୁର୍ଣ୍ଣ ହେଲା। ତେବେ ଛାର ନାରୀଟାଏ ତାର ବିଜୟ ଗୌରବରେ ଏକ ଧୂମକେତୁ ପରି ଆବିର୍ଭୂତା। ବଡ଼ ଘୃଣା ଜନ୍ମିଲା ତା ମନରେ। ତୃପ୍ତି ପ୍ରତି ହିଂସା ଜନ୍ମିଲା ହୃଦୟ କନ୍ଦରରେ। ପୁଣି ପୂର୍ବ ପରି ମନରେ ସଂଘର୍ଷ ଜନ୍ମିଲା। ଏପରି କି ସୌଜନ୍ୟ ଦୃଷ୍ଟିରୁ ତୃପ୍ତିକୁ ସେ ସାକ୍ଷାତ କରିବାକୁ ଗଲାନି। ତୃପ୍ତି ବିନୟରେ ବିଜୟରେ ଆନନ୍ଦିତା ହେଲା। ସେ ପ୍ରକୃତ କର୍ମୀ। କିଏ କ'ଣ କହିଲା ବା କଲା ସେଥିପ୍ରତି ତାର ବେଖାତିର। ଦୁର୍ଘଟଣା କଥା ଶୁଣୁ ଶୁଣୁ ଜଗଦୀଶ ଧାଇଁ ଯାଇଥିଲା ଡାକ୍ତରଖାନାକୁ। ତୃପ୍ତି ନିକଟରେ ସେ ବହୁ ସମୟ କଟାଇ ଦେଇଥିଲା। ବଡ଼ ସହାୟକ ହୋଇଥିଲା ସିଏ। ଔଷଧ,ପଥ୍ୟ ଆଦିର ବ୍ୟବସ୍ଥା ନିଜେ ସେ ବହନ କରିଥିଲା। ଜଗଦୀଶ ହସିଦେଇ କହିଲା—ବିଜୟ ଓ ତୁମର ବିବାହ କେବେ? ତୃପ୍ତି କିଛି କହି ନ ଥିଲା। ଦୀର୍ଘ ନିଃଶ୍ୱାସଟିଏ ମାତ୍ର ଛାଡ଼ିଥିଲା। ଜଗଦୀଶ ବଡ଼ ଆନନ୍ଦ। ପ୍ରତାପ ମନ୍ତ୍ରୀ ହେଉଛି। ତୃପ୍ତିକୁ ସେ ନିଜ ଘରକୁ ଆଣିଲା। ତାର ତ ଜଗତରେ କେହି ନ ଥାଆନ୍ତି, ପ୍ରତାପ ନିକଟରେ ତୃପ୍ତିର ବିବାହ ପ୍ରସ୍ତାବ ଉଠାଇଲା। ପ୍ରତାପ ହସିଦେଲା, କହିଲା—ଭାଇ ଦେଖୁଚୁ ତ କେତେ ଭି. ଆଇ. ପି. ଆସୁଛନ୍ତି। ଏଙ୍କୁ ସେ ଚା ପରିବେଷଣ କରି ପାରିବ ତ? ତାର ହାତ ନାହିଁ, ସେ ଛୋଟୀ। ଯିଏ ପରର ଆଶ୍ରୟ ଖୋଜିବ ତାକୁ ନେଇ ମୁଁ ବା କ'ଣ କରିବି? ଏଇତକ ଶୁଣି ଜଗଦୀଶ ମର୍ମାହତ ହେଲା। ଚା ବା ଜଳଖିଆ ସେଠାରେ ଛୁଇଁଲା ନାହିଁ। ଏପରି କୃତଘ୍ନ ଲୋକଠାରୁ ପାଣି ଟୋପେ ପିଇବାକୁ ତାର ଅନିଚ୍ଛା। ସେ ଫେରିଲା। ତୃପ୍ତି କଥା ସେ ଯେତିକି ଭାବିଲା, ତାର ମନ ସେତିକି ତା ଆଡ଼କୁ ନିକଟେଇ ଆସିଲା। ଏଇ ତୃପ୍ତି, ନ ଖାଇ ନ ପିଇ, ପ୍ରତାପ ପାଇଁ କ'ଣ ବା ନ କରିଚି?